ମୁଁ ତାଙ୍କର ଏ ଭାବାବେଶ ମୁହୂର୍ତ୍ତକୁ ଲକ୍ଷ୍ୟ କରି ତାଙ୍କ ଆଖି ଆଗରେ ହାତ ହଲେଇଲି ଓ ସେ ଦୃଷ୍ଟି ଫେରାଇ ଆଣି ପାନଭଙ୍ଗାରେ ହାତ ଦେଲେ ତୀବ୍ର ବେଗରେ। କିନ୍ତୁ ଏ କ'ଣ, ମୋ'ପାନରେ ଗୁଆ କାହିଁ? ରଘୁବାବୁ ମୋ' ପାନରେ ଗୁଆ ବଦଳରେ ଗୁଆ ପରିମାଣର ଗୁଜୁରାତି ଦେଇ ପାନ ମୋଡ଼ିବାକୁ ଯାଉଥିବାର ଦେଖି ମୁଁ କହିବାକୁ ବାଧ୍ୟ ହେଲି-ରଘୁବାବୁ, ଆପଣଙ୍କ ମୁଣ୍ଡ ଠିକ୍ ଅଛି ତ? ଗୁଆ ସ୍ଥାନ କ'ଣ ଗୁଜୁରାତି ପୂରଣ କରିପାରେ? ନା ଏଥିରେ ବି କିଛି ତତ୍ତ୍ଵ ଅଛି? ଦେଖିଲି ସେ ବ୍ୟସ୍ତ ହେଲେନି କି ବିବ୍ରତ ବି ହେଲେନି ତାଙ୍କର ଏପ୍ରକାର କାର୍ଯ୍ୟ ପାଇଁ। ବରଂ ଆର୍କମେଡ଼ିସ୍ ୟୁରୋକା ୟୁରୋକା ଚିତ୍କାର କରିବା ପରି ସେ ଚିତ୍କାର କରିଉଠିଲେ ଏଁ ପାଇଛି ପାଇଛି। ମୁଁ ଚାରିଆଡ଼କୁ ଚାହିଁ ପଚାରିଲି-କ'ଣ ପାଇଛନ୍ତି? ସେ ଝିଅତ ତା' ବାଟରେ ଚାଲିଯାଇଛି। ସେ ସିନା ଚାଲିଯାଇଛି କିନ୍ତୁ ମୋର ଯାହା ପାଇବାର ଥିଲା ମୁଁ ପାଇଯାଇଛି। କ'ଣ ପାଇଛନ୍ତି? ମୁଁ ମୋ' ଗୁରୁ ପାଇଛି। ଆପଣ ଆପଣ ଗୁରୁ ପାଇଛନ୍ତି? କେଉଁଠି? କାହାନ୍ତି ଗୁରୁ? 'ଏଇ ତ ମୋ' ସାମନାରେ'-କହି ସେ ମୋତେ ହିଁ ସୂଚେଇ ଦେଲେ। ମୁଁ ମୁଁ ଆପଣଙ୍କ ଗୁରୁ? ମୋ'ଭଳି ନାସ୍ତିକ, ସ୍ଵାର୍ଥନ୍ଵେଷୀ, ସାଧାରଣ ମଣିଷ କେବେ କ'ଣ କାହାର ଗୁରୁ ହୋଇପାରେ? ସେ କହିଲେ-ଆପଣ ହିଁ ସେ ଗୂଢ଼ ରହସ୍ୟ ଉଦ୍ଘାଟନ କରିଛନ୍ତି। ଗୁଆର ସ୍ଥାନ କ'ଣ ଗୁଜୁରାତି ପୂରଣ କରିପାରେ? ନା, ପାରେନା। ଏ ତତ୍ତ୍ଵଟି ମୁଁ ଏତେଦିନେ ବୁଝିପାରିଛି। ଏ ତତ୍ତ୍ଵ, ଦର୍ଶନଟି ଆପଣ ମୋତେ ଦେଇଛନ୍ତି। ଏଣୁ ଆପଣ ହିଁ ମୋର ଗୁରୁ। ଗୁରୁ ହେବାର କୌଣସି ଗୁଣ ବା ସାଧନା ମୋର ନାହିଁ। ବରଂ ଆପଣଙ୍କଠୁଁ ମୋର ଗୋଟିଏ କଥା ବୁଝିବାର ଅଛି। ଆପଣ ଯୋଗ ସାଧନାରୁ ନିବୃତ୍ତ ହେଲେ କାହିଁକି? ଆପଣ ଯାହା ପାଇବାକୁ ଇଚ୍ଛା କରିବେ ଯୋଗସାଧନ ପନ୍ଥାରେ ତାହା ମିଳେ ସହଜରେ-ଏ କଥା ମୁଁ ଜାଣିଥିଲି ଓ ଘରେ ଥିବା ପୋଥିରୁ ସାଧନାର ବାଟ ଖୋଜୁଥିଲି। ମନରେ ଦୃଢ଼ତା ରଖି ସାଧନା ଆରମ୍ଭ କଲି-ମନ ପ୍ରାଣ ଲଗାଇ, କିନ୍ତୁ ଉଦ୍ଦେଶ୍ୟ ଯେ ମୋର ମହତ ନଥିଲା ସେ କଥା ଏବେ ବୁଝିପାରିଛି। ତାଙ୍କ ସ୍ଵଗୋତୋକ୍ତିରୁ ଯାହା ଜଣାପଡ଼ିଲା-ଯୌବନର ପ୍ରାରମ୍ଭରେ ଷୋଡ଼ଶୀ ରୂପସୀ ବିନିତାର ପ୍ରେମ ପାଶରେ ଆବଦ୍ଧ ହୋଇ ତାକୁ ଜୀବନସଙ୍ଗିନୀ ରୂପେ ପାଇବାର ବଳବତୀ ଇଚ୍ଛା ଜାଗିଥିଲା ତାଙ୍କ ମନରେ। ବିନିତା ଥିଲା ଧନୀ ଘରର ଝିଅ, ଅନ୍ୟ ସମ୍ପ୍ରଦାୟ ଝିଅ। ଏ ବିଭାଘର ଅସମ୍ଭବ ସାମାଜିକ ନୀତି ଶୃଙ୍ଖଳା ଦୃଷ୍ଟିରୁ। ଯୋଗ ମାଧ୍ୟମରେ କେବଳ ଅସମ୍ଭବକୁ ସମ୍ଭବ କରାଯାଇପାରେ। ମନର ଏଇ ଗୋପନ ଇଚ୍ଛାକୁ କାହାରି ଆଗରେ ପ୍ରକାଶ ନକରି ସମସ୍ତଙ୍କ ଅଜ୍ଞାତରେ ସେ ଯୋଗ ସାଧନା ଆରମ୍ଭ କରିଥିଲେ ତାକୁ ପାଇବା ପାଇଁ; କିନ୍ତୁ ସାଧନାରେ ନିଶ୍ଚୟ ତ୍ରୁଟି ରହିଗଲା କେଉଁଠି, ତେଣୁ ବିନିତା ଚାଲିଗଲା ଅନ୍ୟ ହାତଧରି ଘରସଂସାର କରିବାକୁ ଆଉ ରଘୁବାବୁ ପଡ଼ି ରହିଗଲେ ଅସହାୟ ଭାବେ ନିଃସଙ୍ଗ, ନୈରାଶ୍ୟମୟ ଜୀବନକୁ ସାଥିକରି। ଆଜି ସେ ଯେଉଁ ଝିଅଟିକୁ ଦେଖିଲେ ସେ ବିନିତା ନୁହେଁ କିନ୍ତୁ ତା'ର ଅବିକଳ ପ୍ରତିରୂପ। ଏ ବୟସରେ ସେ ବିନିତାଠାରୁ ଆହୁରି ସୁନ୍ଦର ଦିଶୁଛି। ଏଣୁ ସେ ଆଜି ବୁଝିପାରିଛନ୍ତି ଗୁଆର ସ୍ଥାନ ଗୁଜୁରାତି ପୂରଣ କରିନପାରେ। ଦିନେ ଯାହାଥିଲା ତାଙ୍କର ସ୍ଵପ୍ନ ସେଇ